ସେ ଏକା ନିଃଶ୍ୱାସକେ ରାସ୍ତାକୁ ଆସି କ୍ଷିପ୍ର ଗତିରେ ଚାଲିବାକୁ ଆରମ୍ଭ କଲା। ତା'ର କ୍ଳାନ୍ତ ଦେହରେ ଏତେ ବଳ, ଏତେ ଶକ୍ତି କୁଆଡ଼ୁ ଆସିଲା କେଜାଣି; ସେ ଖୁବ୍ ଲମ୍ବା ଲମ୍ବା ପାଦ ପକାଇ ସାଗରୀକା ଘର ଗଳିକୁ ପଛରେ ପକାଇ ଆଗକୁ ଚାଲିବାକୁ ଲାଗିଲା। ସାଗରୀକା ପ୍ରତି, ତା' ଘର ଗଳି ପ୍ରତି, ତା'ର ମନରେ ଆସିଲା କେମିତିଆ ଗୋଟାଏ ଘୃଣାଭାବ। ଘୃଣା, ବିରକ୍ତି ଆଉ ରାଗରେ ସେ ପଳାଇ ଆସିଲା; ଛାଟିପିଟି ହୋଇ। ତାକୁ ଆଜି ଭାରୀ ହସ ମାଡ଼ିଲା; ତା' ନିଜର ବୋକାମି ଲାଗି। ଏଇ ସାଗରୀକାକୁ ସେ ପୁଣି ଭଲ ପାଉଥିଲା। ଏଡ଼ିକି ବୋକା ସେ। ଏଇ ଗଳିବାଟେ ଅନ୍ଧାର ରାତିରେ ସାଗରୀକା ଘରକୁ ଗଲାବେଳେ ବା ଫେରିଲାବେଳେ ସେ କେତେ କ'ଣ କଳ୍ପନା ମନେମନେ ନ କରିଛି। କିନ୍ତୁ ଆଜି ତା'ର ସବୁ କଳ୍ପନା ଚୂରମାର ହୋଇଯାଇଛି। ଆଃ–ତାରି ଭଲ ଲାଗି ପୁଣି ତାକୁ କୋଉଠି ସାଗରୀକା ଫେରାଇ ଦେଲା। ବାଃ–ବେଶ୍ ଶୁଭକାଂକ୍ଷୀ ତା'ର। ତାକୁ ଖାଲି ହସ ମାଡ଼ିଲା। ରାଗରେ ଅଭିମାନରେ ଅପମାନରେ, ଥରି ଥରି ସେ ହସି ପକାଇଲା। ହସନ୍ତାନି ଆଉ କ'ଣ କାନ୍ଦନ୍ତା। ତା'ଭଳି ଜଣେ ଉଚ୍ଚ ଶିକ୍ଷିତ, ଉଚ୍ଚ ପଦସ୍ଥ ବ୍ୟକ୍ତି କ'ଣ ଗୋଟାଏ ସାଧାରଣ ଚପଳ ମତି ଝିଅ ଲାଗି କାନ୍ଦନ୍ତା? ନା–ସେ ହସିବ। କିନ୍ତୁ ସତକୁ ସତ ସେଦିନ ରାତିରେ କାନ୍ଦିଲା ନୀହାର। ସେଇ ଦିନଠାରୁ ନୀହାର ଆଉ ସାଗରୀକାର ଦ୍ୱାର ମୁହଁ ମାଡ଼ିନି। ଅବଶ୍ୟ କେତେ ଖଣ୍ଡ ଚିଠି ସେ ଲେଖିଛି ସାଗରୀକାକୁ। କିନ୍ତୁ ତା'ର ଉତ୍ତର ନ ପାଇ ବିଚାରା ଆପେ ଆପେ ଚିଠିଦେବା ବି ଅନେକ ଦିନ ହେଲା ବନ୍ଦ କରି ଦେଲାଣି। କାହିଁକି ଦିଅନ୍ତା ଆଉ? ସବୁର ତ ପୁଣି ଗୋଟାଏ ସୀମା ଅଛି? ସାଗରୀକା ବାହାରକୁ ଚାହିଁଲା। ଅନ୍ଧାର ଘୋଟି ଆସିଲାଣି। ତା'ର ଇଚ୍ଛା ହେଲା ସେଇ ଅନ୍ଧାର ଭିତରେ ଇମିତି ହଜି ଯାଇଥିବା ଦିନଗୁଡ଼ିକର କଥା ଭାବିବାକୁ। ଆଲୁଅ ଜାଳିବାକୁ ତା'ର ମନ ହେଲାନାଇଁ। ସେଇ ଜନ୍ମାଷ୍ଟମୀ ଦିନ ଗପ କରୁ କରୁ ଏମିତି ସନ୍ଧ୍ୟା ହୋଇଗଲା। ଅନ୍ଧାର ହେଲା। ପାଖରେ ଇଲେକ୍ଟ୍ରିକ୍ ଟେବୁଲ୍ ଲ୍ୟାମ୍ପ ଥିଲେ ବି କେହି ହାତ ବଢ଼ାଇ ସୁଇଚ୍ ଟିପି ଆଲୁଅ ଲଗେଇଲେନି। ଦୁହିଁଙ୍କୁ ସେହି ସନ୍ଧ୍ୟାର ଆସନ୍ନ ଅନ୍ଧକାର ମଧ୍ୟରେ ଗପ କରିବାକୁ ଭଲ ଲାଗୁଥିଲା-। କାହିଁ କେତେ କୁଆଡ଼ର। କଥା ସେମାନେ ଗପୁଥିଲେ। ସେ ଗପ ଯିମିତି ସରିବନି। ସାରିବାକୁ ଯେପରି କାହାର ମନ ନଥିଲା। ହଠାତ୍ ନୀହାର ବାହାରକୁ ଚାହିଁଲା। କହିଲା–''ଆରେ ସନ୍ଧ୍ୟା ହେଲାଣି ଯେ। ତୁମେ ଯିବନି ନା କ'ଣ? '' ଆଚ୍ଛା ହେଉ–ଯିବା ପୂର୍ବରୁ ଆମଘରେ ଜଳଖିଆ ଖାଇ ଯିବ। ଜଳଖିଆ ଆସିଲା। ନୀହାର ଖାଇବାକୁ ଆରମ୍ଭ କଲା। କିନ୍ତୁ ସାଗରୀକା ସମିତି ଚୁପ୍ ହୋଇ ବସି ରହିଥାଏ। ନୀହାର ତାକୁ ବାରମ୍ବାର କହିଲା ଖାଇବାକୁ। ତଥାପି ସେ ସ୍ପର୍ଶ ବି କଲାନି-। ''ଆରେ–ତୁମେ ଖାଉନ କାହିଁକି–ଖାଅ। '' ନିଜେ ଜଳଖିଆ ଖାଇ ହାତ ଧୋଇବାକୁ ଉଠିଲାବେଳେ କହିଲା ନୀହାର। ଫେରି ଆସି ଦେଖିଲା ସାଗରୀକା ସେମିତି ତୁନି ହୋଇ ବସିଛି। ତା'ର ପିଠି ଉପରୁ ଲୁଗା ଖସି ଯାଇଛି। ପିଠିପଟ ବ୍ଲାଉଜ ପୂରା ଦେଖାଯାଉଛି। ସେ କି ଏକ ଆବେଗରେ; ହଠାତ୍ ମୃଦୁ ଭାବରେ ସାଗରୀକାର ପିଠିରେ ହାତ ଥାପୁଡ଼ାଇ କହିଲା–ଖାଉନ–ଏମିତି ବସିଛ କାହିଁକି କହିଲ? ସେଇ ପ୍ରଥମ ସ୍ପର୍ଶ। ନୀହାର ପ୍ରଥମେ ଅନୁଭବ କଲା ସାଗରୀକାକୁ–ସାଗରୀକା ବି ପ୍ରଥମ ଥର ପାଇଁ ଅନୁଭବ କଲା ନୀହାରର ସ୍ପର୍ଶ। ଦୁହେଁ ଚମକି ଉଠିଲେ। ଦୁଇଟି ତରୁଣ-ହୃଦୟ, ରକ୍ତ ମାଂସର ଦେହର ଏଇ ଉତ୍ତେଜନାମୟ ଆବେଗାକୁଳ ସ୍ପର୍ଶ ମାଧ୍ୟମରେ ଆହୁରି ନିକଟତର ହେଲେ। ତଥାପି ସାଗରୀକା ନୀରବ। ଅଭିମାନ ଜଡ଼ିତ କଣ୍ଠରେ ନୀହାର କହିଲା–''ଆସି ସନ୍ଧ୍ୟା ହେଲାଣି। କାହିଁ ଡେରି କରୁଛ କହିଲ? ନ ଖାଇବ ଯଦି ନାଇଁ ଘରକୁ ଯାଅ ଏଥର। '' ଏଇତଳ କଥା ତା' ପାଟିରୁ ବାହାରି ସାରିଲା ବେଳକୁ; ଅଭିମାନରେ ସାଗରୀକା ଉଠି ଠିଆହେଲା। ତା'ର ନୋଟ୍ବହିଟିକୁ ଧରି ନୀହାରର ଚୌକି ପଛପଟେ ବୁଲି ବାହାରକୁ ଗଲା ବେଳକୁ ନୀହାର ଅଭିମାନିନୀର ମାନଭଞ୍ଜନ ପାଇଁ ହାତ ବୁଲାଇ ତାକୁ ଅଟକାଇବାକୁ ଚେଷ୍ଟା କଲା। ତା' ହାତ ସାଗରୀକାର ଦେହରେ ଗୁଡ଼ାଇ ହୋଇଗଲା। ସେଇଠି ସେମିତି ଅଟକି ରହିଗଲା ସେ।